ଛୁଆ କନିଆ ବାହା ହେବ ନାହିଁ। ଛୁଆ କନିଆ ବାହା ହେବା ବେଆଇନ। କୋର୍ଟରେ ଆପତ୍ତି କଲେ ଦଣ୍ଡ ହୋଇଯିବ। ଅଗଣି ଦାଶ ତଥାପି ନ ମାନନ୍ତି। ଅଗଣି ଦାଶ ନାଆଁରେ କିଏ ମକଦ୍ଦମା କରିବ କରୁ। ଅଗଣି ଦାଶକୁ ଯିଏ ମିସଲକୁ ଟାଣିବ ତା' ମୂର୍ଦ୍ଧନ୍ୟାପାତ ହେବ। ଅଗଣି ଦାଶ କିଛି ଚୋର ଚଣ୍ଡାଳ ନୁହେଁ। ଅଗଣି ଦାଶ କୋଉଠି ମାରହାଣ କରିନାହିଁ କାହାକୁ। ଶାସ୍ତ୍ର ବିଧି ମାନି ଅଗଣି ଦାଶ ଚଳିବ, ସେଥିରେ ସେ ହେବ କଚେରିକି ଟଣା? ଧର୍ମଦେବତା କ'ଣ କୁଆଡ଼େ ଲୋପ ପାଇଗଲେଣି କି?ଏମିତି କଥାରେ ଦୁଃଖୀ କହିଦେଲା "ଧର୍ମଦେବତା ଲୋପ ପାଇ ନଥିଲେ ଅଜ୍ଞାନ ବାଳିକାଟାକୁ ଜବରଦସ୍ତି ଜଣକ ବେକରେ ବାନ୍ଧି ଦିଅନ୍ତେ। ସରିଗଲା, ସରିଗଲା, ଏ ଯୁଗ ଓଲଟିଗଲା। ଶୁଣ ହୋ, ପୁଅକୁ ପାଠ ପଢ଼େଇଥିଲି, ମୁହଁରେ ଜବାବ ଦେବ ବୋଲି। ମୁଁ ତ ଇଂରାଜୀ ପାଠ ପଢ଼େଇ ନଥିଲି, ଏ ତେବେ ବାପ ମୁହଁରେ ଜବାବ ଦେବା ଶିଖିଲା କେଉଁଠୁ? ଏ ମୋତେ ଆସିଛି ପାଠ ପଢ଼େଇବାକୁ। ହଇରେ, ତୁ ମୋତେ ପାପ ପୁଣ୍ୟ ଶିକ୍ଷା ଦେବୁ? ଏକଥା ଆମ ଚଉଦ ପୁରୁଷରେ କରି ଆସିଛନ୍ତି, ଆଜି ନୁହେଁ। ତାଙ୍କର ପାପ ହୋଇନାହିଁ, ଆଉ ଆଜି ତୁ କହିଦେଲୁ ବୋଲି ପାପ ହୋଇଯିବ।ଗାଁରୁ ଦି' ଚାରିଜଣ ଅଗଣି ଦାଶର ପାଟି ଶୁଣି ଦଉଡ଼ି ଆସିଲେ। ବେଶି ମଣିଷଙ୍କୁ ଦେଖି ଅଗଣି ଦାଶର ବକ୍ତୃତା ଛୁଟିଲା। ଦୁଃଖୀ ଯାହା କହିଥିଲା, ନ କହିଥିଲା ସବୁଯାକ ଯୁକ୍ତିକି ଏପାଖ ସେପାଖ କରି କାଟି ଟିକିଟିକି କରି ଫିଙ୍ଗି ଦେଉଥିଲା ଯେମିତି" ହଇ ହୋ, ବାପ ମା' ଯାହା କହିବେ, ସେଥିରେ ପୁଅ ଝିଅ ପାଟି ଫିଟାନ୍ତି? କୋଉଠି ଦେଖିଥିଲ? କୋଉଠି ଶୁଣିଥିଲ? ଏ କଳିକାଳ ଇଂରାଜୀ ଅମଳ ହେଲାକୁ ସିନା ଏ ଅନ୍ୟାୟ ଘୋଟିଲା। ମୁଁ ତ ସେଇଥିପାଇଁ ଏ ଟୋକାକୁ ପାଠ ପଢ଼େଇବି ନାହିଁ ବୋଲି ମନା କରିଦେଇଥିଲି। ତମେ ସମସ୍ତେ ଜିଦ୍ କଲ, ଏଇ ନିଅ, ଏଥର ସମ୍ଭାଳ। ଗାଁ ଉଚ୍ଛନ୍ନ କରିବ ସେ। ବାପ ମୁହଁରେ ଜବାବ। ଓହୋ,ଘର୍ ଘୋର କଳି, ଘୋର କଳି, ଶିବ ଶମ୍ଭୋ, ଶିବ ଶମ୍ଭୋ।"ସେ ପରା ସଂସ୍କୃତ ପଢ଼ୁଥିଲେ!" କିଏ ଜଣେ କହିଦେଲା।ଆରେ ରଖ ତୋ ସଂସ୍କୃତ। ଆଜିକାଲି ସବୁ ପାଠ ସେଇୟା, ସବୁ ଚୁଲି ମୁହଁ ପଶ୍ଚିମକୁ, ଅଜାତିଙ୍କ ସାଙ୍ଗରେ ବସିଲେ ଉଠିଲେ ଉଚ୍ଚ ଜାତି ଭଲ ଜାତିର ଲୋକବି ଛୋଟ ହୋଇଯିବ। ଏ ଇଂରାଜୀ ପାଠ ହାୱାରେ ଆଉ କ'ଣ ଶୁଦ୍ଧ ଖାଣ୍ଟି ହୋଇ ରହିଛି? ସବୁ ମିଶା, ସବୁ ବାରବାଇଆ ହୋଇଗଲାଣି। ସଂସ୍କୃତ ଆଉ କ'ଣ ସଂସ୍କୃତ ହୋଇଅଛି? ଖାଲି ନାଆଁକୁ? ସଂସ୍କୃତ, ନରଃ ନରୌ ନରାଃ, ତା' ଛଡ଼ା ଆଉ ଅଛି କ'ଣ? ଚୋପାଟା ପଡ଼ିଛି, କାତିଟା ରହିଛି, ଶଶ କାହିଁ? ଅସଲ ସଂସ୍କୃତ ନାହିଁ, ଅସଲ ସଂସ୍କୃତ ଥିଲେ ସଂସ୍କୃତର ଭାବ କୁଆଡ଼େ ଯାଆନ୍ତା। ଯିଏ ସଂସ୍କୃତ ପଢ଼ନ୍ତି, ଠିକ୍ ଠିକ୍ ଭାବରେ ସଂସ୍କୃତ ପଢ଼ନ୍ତି ସେ ଏମିତି ଅସଂସ୍କୃତିଆ କଥା କହିବେ!"ଜଣେ କେହି ଅଗଣି ଦାଶ ଆଡ଼କୁ ଢଳି କଥା କହିଲା "ହଇ ହୋ, ଆଜିକାଲିକା ହାୱାଟା ତ ସେମିତି, ତେମେ ପାଠ ପଢ଼ା, ଚାହିଁନ ପଢ଼ା, ସବୁ ସେଇୟା, ସବୁ ସମାନ, ଆଜିକାଲିକା ଟୋକା କ'ଣ ଆଉ ଗୁରୁ ଗୁରୁଜନଙ୍କୁ ମାନୁଛନ୍ତି? ମଣିଷ ମାନୁଛନ୍ତି ଆଗ ଜଣେ ଟୋକାଳିଆ ଲୋକ ତା'ର ପ୍ରତିବାଦ କଲା "କୁଆଡ଼ୁ, ଆଜିକାଲିକା ଟୋକାଗୁଡ଼ାକ କ'ଣ ଆଉ ମଣିଷ କି ମଣିଷ ମାନିବେ। ସେ ତ ଗାଈ ଗୋରୁଗୁଡ଼ାକ। ବାପ ମା' ତାଙ୍କ ବେକରେ ଦଉଡ଼ି ବାନ୍ଧି ଚରେଇ ବୁଲେଇ ଆଣି ଯେମିତି ଖଟେଇ ଦେବେ ସେ ସେମିତି ରହିବେ।ଏଇ ଦେଖ ଦେଖ, କଥା ଶୁଣ। ଅଗଣି ଦାଶ ଚିହିଡ଼ା ଛାଡ଼ି ଉଠିଲେ ହଁ, ଅଲବତ୍ ରହିବେ। ଭଗବାନ୍ ଆମକୁ ବାପ ମା' କରିଛନ୍ତି, ଆମେ ଯେମିତି ଚାହିଁବୁ ପିଲାଏ ସେମିତି ରହିବେ। ଏ କ'ଣ ଆଜିକା କଥା? ଏ କଥା ସାତ ସତାନବେରୁ ହୋଇ ଆସୁଛି।ତା' ବୋଲି ଘୁଅ ଖୋଇଲେବି ଗୁହ ଖାଇବୁ?ଖାଇବାକୁ ହେବ। ବାପ ମା' ଖାଇବାକୁ ଯଦି କହନ୍ତି, ତେବେ ଜାଣିବ ଯେ ସେ ଗୁହରେବି ଗୋଟେ ଇଷ୍ଟ ଅଛି।"ତା' ବୋଲି ଛୁଆ କନିଆଟାକୁ ବାହା ହେବାରେ କି ଇଷ୍ଟ, ସେ ତ ବରକୁ ସାପ କି ବେଙ୍ଗ ବୋଲି ଜାଣେ ନାହିଁ।